ପଧାନ ଘରଣୀ ଆଉ ଆଉ ପଧାନ ଝିଅଙ୍କ ପରି ଦେଢ଼ ବିଶାର ପିତଳ ବାହି ଖଡୁ କି ବିଧାଏ ବହଳର ଶାଢ଼ୀପିନ୍ଧି ନାହାନ୍ତି। ଏହାଙ୍କର ଅଳଙ୍କାର ଓ ଲୁଗାପିନ୍ଧା ଆଉ ସମସ୍ତଙ୍କଠାରୁ ଟିକିଏ ଛାଡ଼ିଯିବ। ଆଉ ଅଧିକ କହି କଣ ହେବ ତାଙ୍କ ନାକରେ ମୟୂରବସା ଗୁଣା, ଗୋଡ଼ରେ ରୁପାର ପାହୁଡ଼ ରହିଲାଣି। ଦକ୍ଷିଣୀ ସରୁ କୁମ୍ଭ ଶାଢ଼ୀ ନିତି ପହରଣ ହେଉଛି। ଆଗେ କିଛି ନଥିଲା ବଡ଼ ଦୁଃଖର ଘର ଥିଲା। ହରି ସ୍ୱାଇଁ ପାରିଲା ଦିନୁଁ ଏ ସବୁ ସମ୍ପତ୍ତି ମାଡ଼ିଗଲା। ସ୍ୱାଇଁ କିଛିଦିନ ପିଆଦାଗିରି କରି ବହୁତ ପଇସା ଛାଣିଆଣିଥିଲେ। ଏକୁଟିଆ ହେବାରୁ ପଛକୁ ଘର ଅଚଳ ହେବାର ଦେଖି ଦୁଇ ବର୍ଷ ହେଲା ଚାକିରି ଛାଡ଼ିଦେଇ ଘରେ ବସିଛନ୍ତି। ପୁଅ ବୋଲି ଗୋଟିଏ। ବାପ ମା'ଙ୍କର ବଡ଼ ଗେହ୍ଲା ବାଛି ବାଛି ନାଁ ଦେଇଛନ୍ତି 'ମହନ', ସାଧୁଭାଷାରେ ମୋହନ। ହରି ସହରରେ ଥିଲାବେଳେ ତାଙ୍କୁ ସଙ୍ଗରେ ରଖି ପଢ଼ାଉଥିଲେ। ଏବେ ତାଙ୍କୁ ପନ୍ଦର ଯାଇଁ ଷୋଳ ପଶିଛି। ଏବେ ସେଠାରୁ ଆସି କଟକ ହାଇ ସ୍କୁଲରେ ପଢ଼ୁଛି। ସ୍ୱାଇଁ ବିନା ଦରମାରେ ପୁଅର ପଢ଼ିବା ବନ୍ଦୋବସ୍ତ କରି ଦେଇ ଯାଇଛନ୍ତି। ସେ ପୁଅକୁ ଗୋଟିଏ ଚିହ୍ନା ଡେପୁଟୀଙ୍କ କୋଠି ଦେଖାଇ ଦେଇଛନ୍ତି। ବେଳେ ବେଳେ ସେଠାକୁ ଯାଇ ଦୁଃଖ ଓଜର କଲେ, ସେ ସବୁ ହାଲ ଶୁଣିବେ। ଯେତେହେଲେ ହରି ଆଉ ଘରେ ଥୟ ହୋଇ ରହି ପାରନ୍ତି ନାହିଁ। ପ୍ରତିଦିନ ମହନା ମା କାନ୍ଦି କାନ୍ଦି ତାଙ୍କୁ ପୁଅକୁ ଦେଖିଆସିବାପାଇଁ ତଡ଼ୁଥାଏ। ତେଣୁ ହରି ସାତ ଆଠ ଦିନରେ ଥରେ ଆସି ସବୁ ହାଲ ହକିକତ ବୁଝି ଚାଲିଯାଏ। ପ୍ରିୟ ପାଠକେ! ବେଶି କହିବୁଁ ନାହିଁ। ଅକାରଣେ ପୋଥି ବଢ଼ିଯିବ। ଏ ପିଲାକୁ ଆପଣମାନେ ଆଗରୁ ଚିହ୍ନିଛନ୍ତି। ଏହି ପିଲାଟି ସେଦିନ ପାଦ୍ରୀ ସାହେବଙ୍କ ସଙ୍ଗରେ ଯୁକ୍ତିତର୍କ କରୁଥିଲା। ତୃତୀୟ ପରିଚ୍ଛେଦ ପାଦ୍ରି ସାହେବଙ୍କ କୋଠି ବାରବାଟୀ କିଲ୍ଲା ପଡ଼ିଆରେ ସାହେବଙ୍କର ଗୋଟିଏ ବଡ଼ କୋଠି। ଚାରି ପାଖରେ ଗୋଟିଏ ଇଟା ପାଚିରି ବୁଲିଅଛି। ଫାଟକ ଡେଇଁଲେ କୋଠି ଆଗ ପଟକୁ ଗୋଟିଏ ମଞ୍ଜୁଆତି ବାଡ଼ ଘେରା ଗୋଲ ବଗିଚା ପଡ଼େ। କୋଠି ସମ୍ମୁଖରେ ଅର୍ଥାତ୍ ଦକ୍ଷିଣରେ ଗୋଟିଏ ବଡ଼ ବରଣ୍ତା ଓ ଗାଡ଼ୀ ରହିବାର ମେଲା ଅଛି। ଯୋଡ଼ିଏ ଦ୍ୱାର ଦୁଇଟାଯାକରେ ଯୋଡ଼ାଏ ହଂସପକ୍ଷିଆ ଧୋବ ଫରଫର ଜାଲ ପରଦା ଅର୍ଦ୍ଧପତିତ ଅବସ୍ଥାରେ ଅଛି। ଭିତରେ ସେହିପରି ଗୋଟାକେତେ ପରଦା ମଧ୍ୟ ପୂରା ପଡ଼ିଥିବାର ଦିଶୁଥାଏ। ଗୋଟାଏ ଦିଓଟା ଦ୍ୱାରରେ ମଧ୍ୟ ବାଇଗିଣିଆ ଡାଳିମ୍ବ ଛପା ଛିଟ ପରଦା ଦେଖାଗଲା। ପ୍ରଥମେ ଗୋଟିଏ ମେଲା ଘର ବା ହଲ୍। ମଝିରେ ଗୋଟାଏ ନେଳି ବନାତ ବିଛା ମେଜ ଚାରିପାଖରେ କେତେଗୋଟି ଧଳାପୋଷାକ ପିନ୍ଧା କଳାମଚମଚ ଗୋଲ ଚଉକି ପଡ଼ିଛି। ଚାରିପାଖରେ କାନ୍ଥକୁ ଲାଗି ଚାରିଟା ଗଦିଦିଆ ବୈଠକୀ ଆସନ। କାନ୍ଥରେ ଗୋଟାଏ ବଡ଼ ଚୌହାତିଆ ଦର୍ପଣ ଦ୍ୱାରମୁହଁକୁ କେହି ଆସିଲେ ଘର ଭିତରେ ଲୋକକୁ ହଠାତ୍ ଦେଖାଇ ଦିଏ। ତାହା ଉପରକୁ ଗୋଟିଏ ବଡ଼ କଳା ଘଡ଼ି ଟଙ୍ଗା ହୋଇ ସର୍ବଦା ଟଙ୍ଗ୍ ଟଙ୍ଗ୍ କରୁଅଛି। ତା ପାଖରେ ଇଂରାଜୀ ମାସ, ଦିନ, ବାର ଜଣାଇବାପାଇଁ ଗୋଟାଏ କଳା ମୁଣ୍ତ ପରି କଣ ତିନିପଟା ଦେଖାଇ ଦେଇଅଛି! କଣ ପାଖରେ ଗୋଟିଏ ଦିଓଟି ଆଲମାରୀ ବିବିଧ ବାଇବେଲ୍ ପୁସ୍ତକ ଓ ଡିକ୍ସନାରୀରେ ପୂର୍ଣ୍ଣ। ଏହା ଉତ୍ତରକୁ ଯେଉଁ ସାନ ହଲଟି ଅଛି, ତାହା ମଝିରେ କୁକୁଡ଼ା ଡିମ୍ବ ପରି ଗୋଟିଏ ଗୋଲ ଆଁସିଆ ଟେବୁଲ। ଉପରେ ଧୋବ ଫରଫର ଚାଦର ବିଞ୍ଛା ଚାରିପାଖରେ ଧୋବ ପୋଷାକପିନ୍ଧା କେତୋଟି ଚୌକି ଅଳ୍ପ ଛଡ଼ାରେ ଗୋଟିଏ କାଚ ଆଲମାରୀରେ କେତେ କଣ ଘନ ତରଳ ଜିନିଷ କାଚପାତ୍ରରେ ରଖା ଅଛି ବାଟି, ଥାଳିଆ, ଗିଲାସ, ଚାମଚ ଆଦି କେତେ ଖାଦ୍ୟପାତ୍ର ଓ ହାତହତିଆର ଖଞ୍ଜା ହୋଇ ରଖା ଯାଇଅଛି। ଏଉଟା ଖାନାର ଟେବଲ ହେବ ପରା! ଏହି ଦୁଇ ହଲର ପଶ୍ଚିମ ପାଖର ଦୁଇଟା ବଖରା ମଧ୍ୟରୁ ସାନ ବଖରାଟି ଗୋସଲଖାନା ବା ସ୍ନାନମଣ୍ତପ। ବଡ଼ଟି ବାଇବେଲ୍ ତର୍ଜମା ଅଫିସ। ଗୋଟିଏ ମୋଟାନିଶୁଆ କଳା ଲୋକ ସେ ଘରେ ସାହେବଙ୍କ ପାଖରେ ବସି ସକାଳବେଳେ ବାଇବେଲ୍ ତର୍ଜମା କରୁଥାଏ। ସାହେବ ପଦ ପଦ କରି ଧୀରେ ଧୀରେ ଓଡ଼ିଆ ଡାକୁଥାନ୍ତି -ସେ ତାହାକୁ ବେଦବାକ୍ୟ ମଣି ଅବିକଳ ସେହିପରି ଲେଖୁଥାଏ। ଟିକିଏ ଓଲୋମ ବିଲୋମ ହେଲେ ଚଳିବ ନାହିଁ।